କାହାରିକୁ ସମୟ ନାହିଁ। ଅପେକ୍ଷା କରିବାର ବେଳ ନାହିଁ। କେବଳ କାର୍ଯ୍ୟହୀନା ଭାବରେ ଏକାହୋଇ ଠିଆ ହୋଇଛି ଚନ୍ଦ୍ରାବତୀ। ଧୀରେ ଧୀରେ ଡାକ୍ତରଖାନାରେ ଲୋକସଂଖ୍ୟା ବଢ଼ିବାରେ ଲାଗୁଛି। ଧାଇଁ ଛନ୍ତି ବିଭିନ୍ନ ରୋଗୀଙ୍କର ଆତ୍ମୀୟସ୍ୱଜନମାନେ। ଆହା କହିବାକୁ ସାହା ହୋଇ କିଏ ହୁଏତ କାହାକୁ ଶୁଣାଉଛି ନିର୍ଭୟବାଣୀ। କେବଳ ବିନ୍ଧୁହୀନ ଆତ୍ମୀୟହୀନ ଭାବରେ ପଡ଼ିଛି ସେହି ରୋଗୀଟି ଯାହାପାଇଁ ନର୍ସ ଚନ୍ଦ୍ରାବତୀର ଏତେ ମମତା ଏତେ ସ୍ନେହ ଏତେ ମୋହ। କିନ୍ତୁ କିନ୍ତୁ ଏ ମମତାକୁ ଏକ ବିରାଟ ନିଷ୍ଠୁରତା ବୋଲି ଭାବୁଥିଲେ ଡାକ୍ତର ପରିଜା। ଏ ନିଷ୍ଠୁରତାର ପ୍ରତିଶୋଧ ନେବାପାଇଁ ଚାହୁଥିଲେ ସେ। ସମୟ। ଗଡ଼ିବାରେ ଲାଗିଛି। ଶ୍ରାନ୍ତ କ୍ଳାନ୍ତ ହୋଇ କାମ ସାରି ଠିଆହେଲେ ପରିଜା ଏଥର ସାମାନ୍ୟ ବିଶ୍ରାମ ନେବାକୁ ହେବ ଚନ୍ଦ୍ରାବତୀ ଉପରେ ପ୍ରତିଶୋଧ ନେବାକୁ ହେବ, ତଳକୁ ମୁହଁ କରି ପାଦ ପରେ ପାଦ ପକାଇ ଆଗକୁ ଚାଲିଛନ୍ତି ଡାକ୍ତର ପରିଜା। ମନରେ କେଉଁ ଆଦିମ ଯୁଗର ଅନ୍ଧକାର। ସତେ କ'ଣ ଏତେଗୁଡ଼ାଏ ରୋଗୀ ଏକାଥରକେ ଭଲ ହୋଇ ପାରିବେ? ଡାକ୍ତରଖାନାରେ ସିଟ୍ର ଅଭାବ ପଡ଼ିଛି ଔଷଧର ଅଭାବ ପଡ଼ିଛି ଏପରିକି ବ୍ୟାଣ୍ତେଜ କନାର ମଧ୍ୟ ଅଭାବ ପଡ଼ିଛି। ତଥାପି ରୋଗୀବାନଙ୍କୁ ବଞ୍ଚାବାକୁ ଚେଷ୍ଟା କରିବାକୁ ହେବ ଗୋଟିଏ ପରେ ଗୋଟିଏ ରୁମ୍ ପଛରେ ରହିଯାଉଛି। ଚାଲିଛନ୍ତି ଡାକ୍ତର ପରିଜା। ଶେଷରେ ଅପରେସନ୍ ରୁମ୍ ଚାହିଁ ଦେଇ ଏକରକମ୍ ଆବାଜ୍ ହୋଇଯାଇଥିଲେ ଡାକ୍ତର ପରିଜା। ପ୍ରାୟ ଦୀର୍ଘ ଦୁଇ ତିନି ଘଣ୍ଟା ହେଲା ସେମିତି କାନ୍ଥକୁ ଆଉଜି ଠିଆ ହୋଇ ରହିଛି ନର୍ସ ଚନ୍ଦ୍ରାବତୀ। ଗୌର ଗଣ୍ତ ଭେଦକରି ବହିଯାଉଛି ଧାର ଧାର ଲୋତକ। ନିର୍ବେଦ ମଣିଷ ଭଳି ହୁଏତ ଚନ୍ଦ୍ରାବତୀ ବୁଲୁଛି କେଉଁ ଅନନ୍ତ ରାଜ୍ୟର ସୀମାହୀନ ନୀଳିମା ଭିତରେ। ମୁହଁ ବୁଲାଇ ଆଗକୁ ଚାଲିବାକୁ ଚେଷ୍ଟାକଲେ ପରିଜା କିନ୍ତୁ ଏ କ'ଣ, ଟିକେ ହେଲେ ଚାହୁଁନି ଚନ୍ଦ୍ରାବତୀ ଟିକେ ହେଲେ ସଙ୍କୁଚିତ। ହେଉନି ସେ। କେବଳ ଅପଲକ ଦୃଷ୍ଟିରେ ଚାହିଁଛି କେଉଁ ଏକ ଅଦୃଶ୍ୟ ବେବତାର ପଥକୁ। ଗୋଡ଼ ଅଟକିଲା ଡାକ୍ତର ପରିଜାଙ୍କର। ଫେରିଆସି ଚନ୍ଦ୍ରାବତୀକୁ ଚାହିଁ ଠିଆ ହେଲେ ସେ ତଥାପି ଚନ୍ଦ୍ରାବତୀର ଲ୍ୟକ୍ଷ ନାହିଁ ଚେତନା ମଧ୍ୟ ନାହିଁ ତେବେ କ'ଣ ଜ୍ଞାନ ହରାଇଛି ସେ? ରୁଦ୍ର ବେଗରେ କମ୍ପି ଉଠିଲେ ଡାକ୍ତର ପରିଜା ''ଚନ୍ଦ୍ରାବତୀ! '' ଥରି ଉଠିଲା ସମ୍ୱଲପୁର ଡାକ୍ତରଖାନାର ବିଶାଳ ଅଟ୍ଟାଳିକା ତଥାପି ନୀରବ ଚନ୍ଦ୍ରାବତୀ ଆଉ ସ୍ଥିର ହୋଇପାରୁନାହାନ୍ତି ଡାକ୍ତର। ସମସ୍ତ କ୍ରୋଧ ସମସ୍ତ ଖେଦୋକ୍ତି ଉଭେଇ ଯାଉଛି କେଉଁଆଡ଼େ। ଅସ୍ଥିର ହୋଇ ଚନ୍ଦ୍ରାବତୀର ହାତଧରି ପ୍ରବଳ ଗତିରେ ହଲାଇ ଦେଲେ ଡାକ୍ତର ପରିଜା ତଥାପି ସ୍ଥିର ସ୍ଥାଣୁ ପରି ଠିଆ ହୋଇଥିଲା ଚନ୍ଦ୍ରାବତୀ ଏଥର ଚନ୍ଦ୍ରାବତୀକୁ ନିଜଆଡ଼େ ଟାଣିଆଣିଲେ ଡାକ୍ତର ପରିଜା। ବୟସ୍କ ଉଷ୍ମ ବକ୍ଷରେ ଚନ୍ଦ୍ରାବତୀର ମୁହଁଟିକୁ ମାଡ଼ି ଧରି କହିଲେ-''କ'ଣ ହେଲା ଚନ୍ଦ୍ରାବତୀ କୁହ କୁହ ଚୁପ୍ ରହିଲ କାହିଁକି? '' ଧୀରେ ଧୀରେ ପ୍ରକୃତିସ୍ଥା ହେଉଛି ଚନ୍ଦ୍ରାବତୀ ଚିନ୍ତାକରୁଛି ସାମାନ୍ୟ କେତେ ଘଣ୍ଟା ତଳର କଥା ଲଜ୍ଜା ଅପମାନ ଭୟରେ ଥରି ଉଠୁଛି ସେ। ଡାକ୍ତର ପରିଜା ଆଶ୍ଳେଷ କରୁଛନ୍ତି ଆଉ ସହ୍ୟକରି ପାରିଲାନି ଚନ୍ଦ୍ରାବତୀ ହଠାତ୍ ବସିପଡ଼ି ଡାକ୍ତର ପରିଜାଙ୍କର ଗୋଡ଼ଟିଏ ଧରି ପକାଇ କହିଲା-''ମୋତେ କ୍ଷମାକରନ୍ତୁ ସାର! ମୋତେ କ୍ଷମାକରନ୍ତୁ '' ଡାକ୍ତର ପରିଜାଙ୍କର ଚକ୍ଷୁ ଯୁଗଳରୁ ମଧ୍ୟ ବହିଯାଉଥିଲା ଧାର ଧାର ହୋଇ ଲୋତକ ବିନ୍ଦୁ ଏଇ ତ' ମଣିଷର